ସେହିମାନେ ସେଥିପାଇଁ ମଟରରେ ଚଢ଼ାଇ ବୁଲାଇଲେ।... ଦେଖରେ ଦୁନିଆ। ଦେଖରେ ହଟିଆ ସଂସାର–ରମାକାନ୍ତ ଯେମିତି ତାହାର ପ୍ରକୃତିକୁ ହୁଡ଼ିଗଲା ସେମିତି ତା'କୁ ସବୁ ମିଳିଲା ଭାବିଲେ କାନ୍ଦମାଡ଼ୁଛି ଭଜକୃଷ୍ଣ। –କ'ଣ ହେଲା? ଗଡ଼ାଗଡ଼ି ହେଲ କି? –ସେମିତିକା କଥା। କୁନି କୁନି କୋଟିକମର ଗିଲାସକୁ ଓଠଛୁଆଁ କରିବାକୁ ହେଲା। –ଏଁ–ନିଶା? ମଦ? –ତମେ ଜଣେ ବିଭତ୍ସ। –ସେମାନେ କହୁଥିଲେ ଯେ ଭଜକୃଷ୍ଣ କୁଆଡ଼େ ଏହି ବାଟରେ ଥିଲେ? –ନିନ୍ଦୁକ। ବିଶ୍ୱାସଘାତକ। ସମସ୍ତଙ୍କ ଦେହରେ କଳା ବୋଳିବାକୁ ତିଆର। –ତମେ ତାହାହେଲେ ମଦ ଦେଖି ନାହଁ? ତମର ଛାତ୍ରୀ ମାନିନୀ କ'ଣ ସେଠି କେବେ ତାହାର ବଂଧୁ ଅଳକାକୁ ଖିଆପିଆ କରେଇ ନାହିଁ? –ଅଳକାର ସେଇ ବଦ୍ ପ୍ରକୃତି ଅଛି। ତାକୁ ଆମେ ଘୃଣା କରୁ। ମାନିନୀକୁ ସେଇ ଅଳକା ବୋଧଶୋଧ ଦେଇ ଏଇ ଖସଡ଼ାବାଟକୁ ନେଇଛି। ଅଳକା ଘରେ ଏହିସବୁ କାମ ଚାଲେ। ଏଇ ବିଶ୍ୱବିଦ୍ୟାଳୟକୁ ଭାଙ୍ଗି ସମୁଦ୍ରରେ ପକାଇଦବା ଉଚିତ୍। –ରାଗ କର ନାହିଁ ପର ଉପରେ। ମତେ ବେଶ୍ ଭଲ ଲାଗୁଛି। ସେମାନଙ୍କର ସମାଜ ସତରେ ଆମରି ମଳିଧୂଳିର ନା ନାହିଁର ସ୍ତରଠାରୁ ଉଚ୍ଚରେ। ସେମାନେ ପ୍ରାଣ ଦେଇ ଯେମିତି ତୁମକୁ ଖୋଜନ୍ତି ସେମିତି ସେମାନେ ଅପରକୁ ସୁଖ ଦେବାପାଇଁ ପ୍ରାଣ ମଧ୍ୟ ଦେବାକୁ ତିଆର। –ଭାରି ସୁପାରିସ? କ'ଣ ହେଲା ଆଜି? –ସିଏ ତ ଗୋଟାଏ ଇତିହାସ। ବୁଢ଼ାଳିଆ ଲୋକର ପୁରୁଣାକାଳିଆ ମନ ପାଇଁ ସେଗୁଡ଼ାକ ସମାଜର ଜଘନ୍ୟ ଦୃଶ୍ୟ। କଅଁଳିଆ ଲୋକର ଆଧୁନିକ ମନ ପାଇଁ ସେଗୁଡ଼ାକ ସତ–ଖାଣ୍ଟି ସତ। –ଆହା ରେ ଇତିହାସ! କ'ଣ ଆଜି ଦେଖିଲ? –ଭାଇ, ଦେଖିପାରିଲି ମୁଁ ଗୋଟାଏ ଇତର ପ୍ରାଣୀ। ମୁଁ ମଣିଷ ନୁହେଁ। –ଆଉ ମଣିଷ କିଏ? ମାନିନୀ, ଅଳକା –ହଁ, ସେମାନେ ଖାଲି ମଣିଷ କ'ଣ–ମଣିଷଠାରୁ ଢେର ଉପରେ। –ମାନିନୀ କ'ଣ କହି ଡାକିଲା? ଗୋଟାଏ ବାଥ୍ରୁମ୍ରେ ଲୁଚି ଯାଇଥିଲି ମାନିନୀ ହଠାତ୍ ଚାଲି ଆସିବାରୁ ଧରା ପଡ଼ିଗଲି। ସେତେବେଳକୁ ସେମାନେ ତାଙ୍କର ସରଞ୍ଜାମ ଆଣି ଥୋଇ ସାରିଛନ୍ତି ଟେବୁଲ ଉପରେ ମୋ' ଠାରୁ ସେମାନେ ଆଉରି ବେଶି ଧରା ପଡ଼ିଗଲେ। ସେଇଠୁ –ହଁ, କ'ଣ ହେଲା ସେଇଠୁ? –ଧମକାଇ କହିଲେ, ଆମର ଦୋଷ ଦେଖି ନିଜର ଚରିତ୍ରର ବାହାଦୁରୀ ନେଇ ହତା ବାହାରକୁ ଯାଇପାରିବ ନାହିଁ। ଏକାଠି, ଏକା ସାଙ୍ଗରେ, ଏକା ଦୋଷରେ ଦୋଷୀ ହେଇ ପଦାକୁ ଯିବ। ବହୁତ ଧମକ ଦେଲେ। –ମୁଁ ହେଇଥିଲେ ଡରି ନ ଥାନ୍ତି। –ଆହେ ବାବୁ, ଭୟ କରି କେହି ନିଶା ଖାଏ ନାହିଁ। ଆରମ୍ଭ କରେ ଅନ୍ୟର ଫୁସୁଲା ଫୁସୁଲି ଭିତରେ। ତାଙ୍କର ଯୁକ୍ତି ହେଲା ସରଳ ଓ ସହଜ। ଆମରି ଲୋକ, ମୋର ପ୍ରିୟ ଲୋକ ହେଉଛ। ଆଉ ସେମିତି ପ୍ରିୟଜନର ପ୍ରୀତିର ବନ୍ଧନୀ ଭିତରେ ରହିବାକୁ ମନଥିଲେ ଏକା ପ୍ରକାରର ଦୋଷଗୁଣରେ ଭାଗୀଦାର ହେବାକୁ ପଡ଼ିବ। –ଏମିତି କହି ଅଳକା ମାନିନୀକୁ ଠେଲିଥିଲା ପଙ୍କକୁ। ସେମିତି କହି ମାନିନୀ ଭଜକୃଷ୍ଣକୁ ପକାଇଥିଲା ପାଣିରେ। ଆଉ ସେହି ଏକା କଥା କହି ଅଳକା ଆଉ ମାନିନୀ ଆଜି ରମାକାନ୍ତକୁ ଶିକାର କଲେ। ବିଚରା ରମାକାନ୍ତ –ଆହା, ସୁଧୀଜନ ଶୁଣ। ତମ ପାଇଁ ଗୋଟାଏ ଯୁକ୍ତି ଗୋଟିଏ ମାନ–ଆଉ ମୋ' ପାଇଁ ଅଲଗା ଯୁକ୍ତି ଅଲଗା ମାନ। ମୁଁ। କ'ଣ ତମ ପରି ଜଣେ ନୁହେଁ? –ମୋ'ପରି ତୁମେ? –ହେ ରମାକାନ୍ତ, କ'ଣ ଏଇଆ ପଚାରିଲଟି–ରମାକାନ୍ତ ପରି ଭଜକୃଷ୍ଣ? –ହଁ। –ତେବେ ଜବାବ ଶୁଣ। ଚତୁର ଲୋକ ନିଜର ଲକ୍ଷ୍ୟସାଧନ କରିବାକୁ ଅସଂଖ୍ୟ ପ୍ରକାରର ପାପ କରେ। ସେମାନେ ପାପୀ ନୁହଁନ୍ତି। କିନ୍ତୁ ଯେଉଁମାନେ ଅଭ୍ୟାସ କରି ସେଇ ଅଭ୍ୟାସର ତୋଡ଼ଯୋଡ଼ରେ ପାପ କରନ୍ତି–ସେହିମାନେ ପାପୀ–ଘୃଣ୍ୟ ପାପୀ। ସେଥିପାଇଁ ମୁଁ ଯେତିକି ବେଶୀ ମାନିନୀକୁ ଭଲପାଏ ତହିଁରୁ ଅଧିକ ଅଳକାକୁ ଘୃଣା କରେ। –ସେମିତି କହି ପାରିବ ନାହିଁ। ମୁଁ ଅଳକା ପାଇଁ ମୋର ଜାନ୍ ଜୀବନ ଦେବାକୁ ପ୍ରସ୍ତୁତ-। ସେ ଆଜି ମୋର ହାତ ଧରିଛି। ତାହାର ଭବିଷ୍ୟତକୁ ମୋରି ହାତରେ ସମର୍ପି ଦେଇଛି-। –ଆଧୁନିକା ନାରୀଙ୍କୁ ବୁଝିବା ଭାରି କଷ୍ଟ। –ହଁ, ବୁଝିଗଲ ସିନା ଭଜକୃଷ୍ଣ ବାବୁ। ବେଟା ରମାକାନ୍ତ ତାଙ୍କୁ ଅଟକଳ କରିବ କେମିତି-? –ଆଃ, ରମାକାନ୍ତ ଆଜି ବିଗିଡ଼ି ଯାଇଛି।